ଯୌବନ ସମର୍ଥ କରାଇ ଆଣୁଥିଲା। ଗୋଟାଏ ସ୍ୱାଧନ ଦେଶ, ଅର୍ଥାତ୍ କେତେ ନା କେତେ ନୂତନ ସୁଯୋଗ। ଆମ ପାଠପଢ଼ାର ମୁଣ୍ଡି ମରାହୋଇ ଆସୁଥିଲା ଏବଂ ତେଣୁ ଆମେ ନିଜର ଉଚ୍ଚ ଭାଗ୍ୟ-ସମ୍ଭାବନାଗୁଡ଼ିକର ସ୍ୱପ୍ନରେ ବିଭୋର ହୋଇ ଯଥାସମ୍ଭବ ସିଡ଼ିଗୁଡ଼ାକର ଅଧିକରୁ ଅଧିକ ଉଚ୍ଚ ଯାଏ ଉଠିଯାଇ ପରିବାର କେତେ ନା କେତେ ମେଦକଳ୍ପନା କରିବାରେ ଲାଗିଗଲୁ। ନିଜକୁ ନେଇ ଜୀବିକାର୍ଜନର ଦାଣ୍ଡିଗୁଡ଼ିକରେ ଉପରକୁ ଉପରକୁ ଉଠିଯିବାର ଏଇ ଯେଉଁ ଭାବନା, ବିଦ୍ୟାବନ୍ତମାନେ ତାହାକୁ ହିଁ ସଫଳତା ବୋଲି କହି ଯାଇଛନ୍ତି। ଆମେ ଅତ୍ୟନ୍ତ ସ୍ୱଭାବନ୍ୟାୟରେ ସଫଳତା ସହିତ ହିଁ ରତି କରିବା ଆରମ୍ଭ କରିଦେଲୁ। ମନୋମତ ଗୁରୁଜନମାନେ ବି ସହଜରେ ମିଳିଗଲେ, ପରାମର୍ଶ ଦେଲେ। ଗୋଟାଏ ଦେଶ ସ୍ୱାଧୀନ ହେବାପରେ ତା' ସାମ୍ନାରେ ଅବଶ୍ୟ ଆହୁରି କେତେ କେତେ ବ୍ରତ-ସାଧନାର ଅପେକ୍ଷା ରହିଥିଲା। ଆମେ ସେଗୁଡ଼ିକ ଆଡ଼କୁ ମୋଟେ ଅନାଇଲୁ ନାହିଁ। ଗିରିଶିଖରେ କେବଳ ନିଜକୁ ହିଁ ଦେଖିଥିଲୁ। ସେଠାରେ ଭାଗ୍ୟଦେବୀ ଆମକୁ ଅଙ୍କରେ ଧରି ବସିଥିଲେ। ମାଡ଼ି ଆ' ବୋଲି ଆମକୁ ଟିହାଇ କରି ଡାକୁଥିଲେ। ହଁ, ଭାରତବର୍ଷ ସ୍ୱାଧୀନ ହେଲା, ଏକଥା ଜାଣି ଆମେ ଖୁସି ନିଶ୍ଚୟ ହୋଇଥିଲୁ। ସେଥିରେ ଆଦୌ କୌଣସି ସନ୍ଦେହ ନାହିଁ। ଆମେ ଖୁସି ହେଲୁ ଏବଂ ପରିବର୍ତ୍ତିତ ଏହି ପରିପ୍ରେକ୍ଷୀରେ ସଫଳତା ହାସଲ କରିବାକୁ ଆଗଭର ହେଲୁ। ଆମେ ଉଚ୍ଚ ପାଠ ପଢ଼ିଥିଲୁ। ପାଠୁଆ ଅଳପ ଥିଲେ, ଚାକିରି ବେଶୀ ଥିଲା। ସ୍ୱାଧୀନ ଦେଶର ଶାସନ ଓ ନିର୍ମାଣ-ଖାତାଟା ବାହାରିବା ପରେ ଆହୁରି ଅଜସ୍ର ଚାକିରି ଖୋଲିଯିବ ବୋଲି ଆଖି ବୁଜି କରି ମଧ୍ୟ କହି ହେଉଥିଲା। ବ୍ରାହ୍ମଣ ଅଳପ ଥିଲେ, ପତର ଅଧିକା ପଡ଼ିଥିଲା। ଆହୁରି ବହୁତ ଗୁଣ ପତରମାନ ପଡ଼ିବ ଏବଂ ସେଥିଲାଗି ବ୍ରାହ୍ମଣମାନଙ୍କୁ ତିଆରି କରିବାକୁ ପଡ଼ିବ ବୋଲି ଯୋଜନା-ଘରୁ ବାବୁମାନେ କହିବାରେ ଲାଗିଥିଲେ। ଆମର ଆଶା-ବୈତରଣୀରେ ପର ଲାଗିଗଲା। ଆମେ ତୁରନ୍ତ ଆସି ପହଞ୍ଚିଗଲୁ ଏବଂ ଭସ୍ କରି ନିଜ ପାଇଁ ଗୋଟିଏ ଜାଗା ମାଡ଼ି ବସିଲୁ। ଅମଲା ହେଲୁ, ହାକିମ ହେଲୁ, ଇଞ୍ଜିନିଅର ଓ ଡାକ୍ତର ହେଲୁ। ଶିକ୍ଷକ ଓ ଅଧ୍ୟାପକ ବି ହେଲୁ। କଚେରୀମାନଙ୍କରେ ଆହୁରି ଦଶଗୁଣ ଓକିଲମାନଙ୍କର ପ୍ରୟୋଜନ ହେଲା। ନୂଆ ନୂଆ ନିର୍ମାଣରେ କୋଟି କୋଟି ପରିମାଣେ ଖରଚ ହେଲା ଏବଂ ତାହାକୁ ନେଇ ଆଣି ଥୋଇ ଜାଣିବାକୁ ଇଲମ ନଥାଇ ମଧ୍ୟ କାନତରାଟିମାନେ ଲୋଡ଼ା ହେଲେ। ଭୂଇଁ ପରେ ଭୂଇଁ ତଡ଼ା ହେଲା,- ଯେତିକି ବେଶୀ ତଡ଼ା ହେଲା, ସେତିକି ଅଧିକ ଧନସମ୍ପତ୍ତିର ବଜାର ମେଲା ହୋଇଗଲା। ବିଦେଶରୁ ମଧ୍ୟ ବେତା ବେତା ଧନ ମିଳିଗଲା। ଏତେ ଭାଗ୍ୟ ଭାରତବର୍ଷର ଆଗରୁ ହୁଏତ କେବେହେଲେ ହୋଇନଥିଲା। ଆମେ ଶିକ୍ଷିତମାନେ, ସଚେତନମାନେ ତାହାକୁ ଗୋଟାସୁଦ୍ଧା ନିଜର ଭାଗ୍ୟ ବୋଲି ସମଝି ନେଲୁ ଏବଂ ଛଅ ଛଅଟା ପୁରୁଷର ପାରିଲାପଣ ଦେଇ ସେହି ଭାଗ୍ୟକୁ ଭୋଗ କରିବାରେ ଲାଗିଗଲୁ। ନିଷ୍ଠାପର ଭାବରେ ଗୋଲାମ ହୋଇଗଲୁ, ଗୋଲାମଙ୍କ ପରି କେବଳ ସେତିକିରେ ହିଁ ସ୍ୱଧର୍ମ-ପାଳନ ପୂରା ହୋଇଗଲା ବୋଲି ମଣିଲୁ ଏବଂ ଗୋଲାମଙ୍କ ପରି ହେଣ୍ଡି ମାରିଲୁ। ନିଜେ ପଢ଼ିଥିବା ପାଠକୁ ସାର୍ଥକ କଲୁ। ନିରୁପଦ୍ରବ ହୋଇ ସଂସାରଟିକୁ ଅଧିକରୁ ଅଧିକ ଚିକ୍କଣ ଏବଂ ଗେଲବସର କରି ଗଢ଼ିଲୁ। ରାଜଧାନୀରେ ଘର କଲୁ। ସାଧୁସଙ୍ଗ କଲୁ, ସାହିତ୍ୟ ଚରିଲୁ ଏବଂ ସଂସ୍କୃତି ଭିତରେ ରହିଲୁ। କିଛି ନ କଲେ ମଧ୍ୟ ଆମ ଦରମାଟା ଆମକୁ ଅଲବତ ମିଳିଲା। ଏହି ଦେଶରେ